ସେ ଅନୁତାପ କରିବାକୁ ମୋଟେ ବେଳ ପାଇଲା ନାହିଁ। ସେ କେବଳ ଭାବିବାକୁ ଲାଗିଲା ଭଲ ପାଇବାରେ ତାହାର କେଉଁଠାରେ ତ୍ରୁଟି ରହିଗଲା ଯେ ସମରେନ୍ଦ୍ର ତାକୁ ଆକ୍ଷେପ କରି ସେଦିନ କହିଲେ ''ନାରୀକୁ ଜୀବନ ଦେଇ ଭଲ ପାଇବା ହେଉଛି ପାପ। '' ପାପ, ପୁଣ୍ୟର କୌଣସି ବିଚାର ନ କରି ସମରେନ୍ଦ୍ରକୁ ଭଲ ପାଇଥିଲା ସୁଚେତା। ତା'ର ଭଲ ପାଇବାରେ କୌଣସି ଆବିଳତା ନ ଥିଲା କିମ୍ୱା କୌଣସି ଦ୍ୱିଧା ମଧ୍ୟ ନ ଥିଲା। ନିଜର ବଂଶମର୍ଯ୍ୟାଦା କିମ୍ୱା ନିଜର ଆତ୍ମସମ୍ମାନକୁ ସେ ବଡ଼ ବୋଲି ବିଚାର ନ କରି ସମରେନ୍ଦ୍ରର ବନ୍ଧୁତା ଏବଂ ସମରେନ୍ଦ୍ରର ସ୍ନେହକୁ ସେ ବଡ଼ ବୋଲି ବିଚାର କରି ସେଦିନ ସମରେନ୍ଦ୍ର ପାଖରେ ହସିହସି ଛିଡ଼ା ହୋଇଥିଲା। ଯଦ୍ୟପି ସେ ଜାଣିଥିଲା ପ୍ରେମିକର ହୃଦୟ ଭସାମେଘଠାରୁ ଆହୁରି ହାଲୁକା ଏବଂ ପ୍ରେମିକର ସ୍ନେହ ଶରତ ସକାଳର ଶିଶିର ବିନ୍ଦୁ ପରି କ୍ଷଣସ୍ଥାୟୀ ତଥାପି ସେ ସମରେନ୍ଦ୍ରକୁ ଅତି ନିକଟରେ ପାଇବା ପାଇଁ ବ୍ୟାକୁଳ ହୋଇଉଠିଥିଲା। ଜୀବନ ବିନିମୟରେ ଭଲ ପାଇବାର ଅର୍ଥ କ'ଣ ପାପ? ପାପ, ପୁଣ୍ୟର ଯଦି ସେ ବିଚାର କରିଥାନ୍ତା, ନିର୍ବିଚାରରେ ସେ ସମରେନ୍ଦ୍ର ପାଖରେ ହୃଦୟ ଅର୍ପଣ କରିଦେଇଥାନ୍ତା କିପରି-? ପୁରୁଷ ପ୍ରେମର ଅର୍ଥ ବୁଝେନାହିଁ। ପୁରୁଷ ନାରୀର ଅନ୍ତର ଚିହ୍ନିପାରେ ନାହିଁ। ନାରୀର ହୃଦୟର ଭାଷା ବୁଝିବାକୁ ସେ ଅକ୍ଷମ। ସେଥିପାଇଁ ତାକୁ ଭୁଲବୁଝି ତା'ର ନାରୀତ୍ୱକୁ ଅବମାନନା କଲେ ସମରେନ୍ଦ୍ର। ଦୁଃଖରେ ସୁଚେତା ମ୍ରିୟମାଣ ହୋଇପଡ଼ିଲା। ଅନ୍ତର ତା'ର ହାହାକାର କରିଉଠିଲା। ତା'ର ଆଖି ଦୁଇଟିରେ ଲୁହ ଛଳଛଳ ହୋଇଉଠିଲା। ମନ ପୂରାଇ ସେଦିନ ତା'ର କାନ୍ଦିବାକୁ ଇଛା ହେଉଥିଲା। କିନ୍ତୁ ସେ କାନ୍ଦିବ କ'ଣ ପାଇଁ? କିଏ ତାହାର ଲୁହର ଦାମ ଦେବ? ସେ ଯେ କ'ଣ ପାଇଁ ଅଶ୍ରୁ ବର୍ଷଣ କରୁଛି ଏକଥା ବା କିଏ ବୁଝିବ? ସେଦିନର ସମରେନ୍ଦ୍ର ଓ ଆଜିର ସମରେନ୍ଦ୍ର ମଧ୍ୟରେ ଆକାଶ ପାତାଳର ବ୍ୟବଧାନ-। ଯେଉଁ ସମରେନ୍ଦ୍ର ଦିନେ ବିରାଡ଼ି ପିଲାପରି ତା' ପାଖରେ ଘୂରି ବୁଲୁଥିଲେ ସେ ଯେ ପୁଣି ହଠାତ୍ ହେଟାବାଘ ଭଳି ହିଂସ୍ର ହୋଇଉଠିବେ ଏକଥା ଥିଲା ତା'ର କଳ୍ପନାର ବାହାରେ। ତଥାପି ସେ ସମରେନ୍ଦ୍ରକୁ ଆଜି ଭଲପାଏ। କ୍ଷଣେ ନ ଦେଖିଲେ ସେ ପାଗଳୀ ହୋଇଯାଏ। ସମରେନ୍ଦ୍ରର ଅନୁପସ୍ଥିତି ସେ ମୋଟେ ସହ୍ୟ କରିପାରେ ନାହିଁ। ସମରେନ୍ଦ୍ରର ଶୁଷ୍କ ଓ ବିଷଣ୍ଣ ମୁଖ ଦେଖିଲେ ଅନ୍ତର ତାହାର ଶତଖଣ୍ଡ ହୋଇ ଫାଟି ପଡ଼େ। ସମରେନ୍ଦ୍ର କାହିଁକି ତାକୁ ଭୁଲ ବୁଝିଲେ, କାହିଁକି ତା'ର ପ୍ରେମକୁ ପାପ ବୋଲି କହିଲେ, କାହିଁକି ତାକୁ ଘୃଣା କଲେ ଏହି କଥା କେବଳ ଚିନ୍ତା କରୁଥିଲା ସୁଚେତା। ନାରୀ ଥରେ ଯାହାକୁ ଭଲ ପାଇଲା ପରେ ତାକୁ ଆଉ ଘୃଣା କରିପାରେ ନାହିଁ। ତା'ର ଅମଙ୍ଗଳ କାମନା କରିପାରେ ନାହିଁ। ସେ ସର୍ବଦା ତା'ର ମଙ୍ଗଳ କାମନା କରେ। ଅନ୍ତରର ନିଭୃତତମ ପ୍ରଦେଶରେ ଯେଉଁ ସ୍ନେହ ସେ ସାଇତି ରଖିଥାଏ, ସେହି ସ୍ନେହ ସେ ଦେବାକୁ ଶତଚେଷ୍ଟା କରେ। ଏ ସବୁ କରିଥିଲା ସୁଚେତା। ତଥାପି ସମରେନ୍ଦ୍ରକୁ ସେ ଟଳାଇ ପାରିଲା ନାହିଁ। ଓଲଟି ସମରେନ୍ଦ୍ର ଆକ୍ଷେପ କରି କହିଲେ ''ନାରୀ ସବୁ କରିପାରେ। ସବୁ କହିପାରେ ମଧ୍ୟ। ତା'ର ଅଧରର ଭାଷା ତା'ର ଅନ୍ତରର ଭାଷା ନୁହେଁ। ସେ ଯାହା ନୁହେଁ ତାହା ସେ ଦେଖାଇ ହୁଏ କେବଳ ପୁରୁଷକୁ ବୋକା ବନାଇ ବିଦ୍ରୂପ କରିବା ପାଇଁ। ସୁଚେତା ସବୁ ଶୁଣିଯାଏ କିନ୍ତୁ କୌଣସି ଉତ୍ତର ଦେଇ ପାରେନାହିଁ। କାହିଁକି ସେ ଉତ୍ତର ଦେବ? ଉତ୍ତର ଦେଲା ମାତ୍ରେ ସମସ୍ୟାର ସମାଧାନ ନ ହୋଇ ଅନ୍ୟ ଏକ ଜଟିଳ ପରିସ୍ଥିତି ଯେ ନ ଉପୁଜିବ ଏହାର ମାନେ ବା କ'ଣ ଅଛି? ଯେତେ ପ୍ରକାର ବୁଝାଇ କହିଲେ ଯେ ବୁଝିବାକୁ ନାରାଜ ତାକୁ ବୁଝାଇବାରେ ବା ଲାଭ କ'ଣ? କେବଳ। ତିକ୍ତତା ବଢ଼ିବା କଥା। କେବେ କିମିତ ସମରେନ୍ଦ୍ର ଆସନ୍ତି ପୁଣି ଚାଲିଯାଆନ୍ତି। ପୁରୁଷର ସବୁ ଅବହେଳା ସହ୍ୟ କରିବା ପାଇଁ କେଉଁ ନାରୀ ତା'ର ସତୀତ୍ୱକୁ ବଳି ଦେଇ ନିଜକୁ ଅନ୍ୟ ପାଖରେ ଅର୍ପଣ କରିଦିଏ? ଏତିକି କେବଳ ଭାବେ ସୁଚେତା। ତଥାପି ସେ ସମରେନ୍ଦ୍ରକୁ ଦେଖିଲେ ସେ ସବୁ ଭୁଲିଯାଏ। ଅଧର କୋଣରେ ତା'ର ହସ ଫୁଟିଉଠେ। ସମରେନ୍ଦ୍ର ଯେଉଁଠାରେ ଛିଡ଼ା ହୋଇଥାନ୍ତି ତା'ର ପାଦ ଦୁଇଟା ଆପେ ଆପେ ସେହିଠାକୁ ଧାଇଁଯାଏ। ସୁଚେତା ତାଙ୍କୁ ବସିବାକୁ ଅନୁରୋଧ କରେ।